ବିଲଙ୍କା ରାମାୟଣ ଆଦି ଅଧ୍ୟୟନ କରି ସେଥିରୁ ଉପାଖ୍ୟାନମାନ ଆହରଣ କରିଥିଲେ। ଏହା ତାଙ୍କ ନାଟକ ରଚନାରେ ପରିଲକ୍ଷିତ। ପାଲାକାର ଜୀବନରୁ ତାଙ୍କର ଆଶୁ କବିତା ଲିଖନ ଆରମ୍ଭ ହୋଇଥିଲା। ତାଙ୍କର ଗୀତାଭିନୟ ପ୍ରହସନଗୁଡ଼ିକରେ ସଂଯୋଜିତ ସଙ୍ଗୀତଗୁଡ଼ିକ ପାଇଁ ସେ ଗଣକବି ଭାବରେ ଜଣାଶୁଣା। ଏଥିରେ ଗଣଜୀବନର ଭାଷା, ସୁଖଦୁଃଖ, ପଲ୍ଲୀପ୍ରାଣତା ଓ ବାସ୍ତବ ଜୀବନର ଚିତ୍ର ପରିଲକ୍ଷିତ। ଶକୁନ୍ତଳା ଓ ଛାନ୍ଦ କିଶୋରୀ ବିଳାପ ତାଙ୍କର ଦୁଇଟି ଗାଥାକାବ୍ୟ। ଏଥିରେ ବିଦଗ୍ଧ କାବ୍ୟିକତା ଦେଖିବାକୁ ମିଳିଥାଏ। ମହାକବି କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ୍' ଓ ସ୍ୱଭାବକବି ଗଙ୍ଗାଧରଙ୍କ 'ପ୍ରଣୟ ବଲ୍ଲରୀ' କାବ୍ୟ ଅନୁସରଣ କରି ବୈଷ୍ଣବ ପାଣି ରଚନା କରିଛନ୍ତି 'ଶକୁନ୍ତଳା' କାବ୍ୟ। 'ଛାନ୍ଦ କିଶୋରୀ ବିଳାପ' ଗଣକବିଙ୍କ ମର୍ମସ୍ପର୍ଶୀ ରଚନା। ବିଭିନ୍ନ ରାଗରାଗିଣୀ ସମ୍ବଳିତ ଛନ୍ଦ ଏହି କାବ୍ୟର ଗୀତିଧର୍ମୀ କାବ୍ୟିକତାର ସ୍ୱରୂପ ବହନ କରିଛି। ଚଉତିଶା, ଚଉପଦୀ, ଭଜନ, ଜଣାଣ, ମାହାତ୍ମ୍ୟ, ମାଳିକା, ଶୋକଗୀତି, କୀର୍ତ୍ତନ ଆଦି ବିବିଧ କବିତା ରଚନା କରି ସେ ଓଡ଼ିଆ ପଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ବୈଷ୍ଣବ ପାଣି ଜଣେ ସଫଳ ଗୀତିକବି, ସ୍ୱତଃସ୍ଫୂର୍ତ୍ତ ତାଙ୍କର କବିତ୍ୱ। ଅନ୍ତରର ଭାବ ହିଁ ତାଙ୍କ କବିତାର ଭାବବିନ୍ଦୁ। ଗଣକବି ବୈଷ୍ଣବ ପାଣି ମଧ୍ୟଯୁଗୀୟ କବିମାନଙ୍କ ପରି ଚଉତିଶା ରଚନା କରିଛନ୍ତି। ଦୀନକୃଷ୍ଣ ଦାସଙ୍କ 'ଆର୍ତ୍ତତ୍ରାଣ ଚଉତିଶା' ପରି ଗଣକବି 'ନୀଳାଚଳ ଚଉତିଶା' ରଚନା କରିଛନ୍ତି, ଯାହା ଖୁବ୍ ହୃଦ୍ୟ ଓ ଭକ୍ତିଭାବପୂର୍ଣ୍ଣ। ଏତଦ୍ ବ୍ୟତୀତ ତାଙ୍କର ସାରଳା ଦେବୀ ଜଣାଣ ଚଉତିଶା, ଓଲଟ ଚଉତିଶା, ରାଧାକୃଷ୍ଣ ଚଉତିଶା, ମଙ୍ଗଳା ଚଉତିଶା ଆଦି ଲୋକପ୍ରିୟ। ତାଙ୍କର ଭଜନ ଓ ଜଣାଣ ଭିତରୁ କବିଙ୍କର ଭକ୍ତିଭାବର ମାର୍ମିକ ପରିଚୟ ମିଳେ। ସେ ମଧ୍ୟ ରଚନା କରିଛନ୍ତି ଅନେକ ପ୍ରେମଗୀତି କବିତା। ସେ ମଧ୍ୟ ଅନେକ ଗୁଡ଼ିଏ ଶୋକଗୀତି କବିତାର ସ୍ରଷ୍ଟା। ତାଙ୍କ ଶୋକଗୀତି କବିତା ମଧ୍ୟରେ 'ଉତ୍କଳମଣି ଗୋପବନ୍ଧୁ ଶୋକ', 'ପଞ୍ଜାବ କେଶରୀ ବିୟୋଗ' ଓ 'ଅନ୍ତିମ ଶଯ୍ୟାରେ ମର୍ଦ୍ଦରାଜ' ଅନ୍ୟତମ। ସ୍ୱରାଜ୍ୟ ପ୍ରଶଂସା, ସତ୍ୟାଗ୍ରହୀ, ଜାତୀୟ ଗୀତିକା, ବାପୁଜୀ ଓ ଉତ୍କଳକୁ ନେଇ ସେ ବହୁ ଜାତୀୟବାଦୀ ଗୀତିକବିତା ରଚନା କରିଛନ୍ତି। ଗଣକବିଙ୍କ ସୃଷ୍ଟି ସାମାଜିକ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟଭାବ ଉଦ୍ରେକ କରିବାରେ ସହାୟକ ହୋଇଥିଲା। କଥାକାର ଭାବରେ ବୈଷ୍ଣବ ପାଣି ଆଦ୍ୟ ଓଁକାର ତୋଳିଛନ୍ତି ତାଙ୍କର ପ୍ରଥମ ସୃଷ୍ଟି 'ଦୁଃଖିନୀ ଗୋବର ଗୋଟେଇ' ଉପନ୍ୟାସ ମାଧ୍ୟମରେ। ଜାତି, ଜାତକ ଓ ଯୌତୁକ ବିହୀନ ସମାଜର ଏକ ଅସମାହିତ ପ୍ରଶ୍ନକୁ ସଜୀବ ଓ ସରଳ ପ୍ରଣାଳୀରେ ସମାଧାନ କରିବାରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ଅସୀକୁ ମସୀର ସମ୍ମାନ ଦେଇ ତାଙ୍କ ସୃଷ୍ଟିରୁ ନିର୍ଗତ ହୋଇଛି 'ଭି. ପି. ବର' ଉପନ୍ୟାସ। ଏହା ଏକ ବ୍ୟଙ୍ଗଧର୍ମୀ ଉପନ୍ୟାସ ଭାବରେ ସ୍ୱକୀୟତା ପ୍ରତିପାଦନ କରେ। ତାଙ୍କର 'ସଚିତ୍ର ସ୍ୱାମୀ ସ୍ତ୍ରୀ' ଓ 'ଉତ୍କଳ ଗୃହଲକ୍ଷ୍ମୀ' ପ୍ରମୁଖ ଉପନ୍ୟାସ ନାରୀସମାଜ ପାଇଁ ଏକ ଦର୍ପଣ ଶିଳା।ତାଙ୍କର ଗଦ୍ୟ ରଚନାରେ ପ୍ରାଣବନ୍ତ ବର୍ଣ୍ଣନାଶୈଳୀ ଯେପରି ପରିଚ୍ଛନ୍ନ, ସେପରି ହୃଦ୍ୟ। ତାଙ୍କର ପ୍ରସିଦ୍ଧ ଫାର୍ସ ଓ ପ୍ରହସନଗୁଡ଼ିକ ହେଲା ସୌଦାଗର ଫାର୍ସ, ନାଟୁଆ ମହାନ୍ତି ଫାର୍ସ, ଆଲିବାବା ଫାର୍ସ, ଗୋପାଳଭାଣ୍ଡ ପ୍ରହସନ, କେଳାକେଳୁଣୀ ଫାର୍ସ, ମା' ଡାଆଣୀ ପୁଅ ମଦୁଆ, କଲିକତିଆ ଜୋଇଁ, ବୁଢ଼ାବୁଢ଼ୀ ଫାର୍ସ ଓ ଭୀମାବାଇ ଫାର୍ସ।